ଝୁଲାଇ ରଖିଥିଲା… ସେଇଥିପାଇଁ ତ ସ୍ତ୍ରୀକୁ ଏତେ ବେଶି ଭଲ ପାଉଥିଲା-ହୁଏ ତ ବିଚରା ଭାବୁଥିଲା, ଅନ୍ତରାଳରେ ସବୁ ରଖିଦେବ… କିନ୍ତୁ ନିଆଁ ଯଦି ମନରେ ଲାଗେ… ଆଉ ନିଭିବାର ପ୍ରଶ୍ନ ଉଠେ ନାଁ, ସେଇ ନିଆଁ ଯେତେବେଳେ ତାର ସମ୍ପୂର୍ଣ୍ଣ ସତ୍ତାକୁ ଆଚ୍ଛନ୍ନ କରି ଦେଇଚି ଓ ସେ ଏକାନ୍ତ ଅସହାୟ ହୋଇ ଉଠିଚି… ସେତେବେଳେ ଅଗତ୍ୟା… ଚନ୍ଦ୍ରଶେଖର ଆଶ୍ଚର୍ଯ୍ୟ ଆଖିରେ ନିରୁପମାକୁ ଚାହିଁଥିଲେ। କହିଲେ, ଏଇଟା ମନବିଶ୍ଲେଷଣ ହୋଇପାରେ। ମାତ୍ର ମନବିଶ୍ଳେଷଣର ସତ୍ୟତା ତ ମଣିଷ ଜୀବନର ମାପକାଠି ନୁହେଁ? ଦୀର୍ଘଶ୍ୱାସ ଛାଡ଼ି ନିରୁପମା କହିଲା–ତା କାହିଁକି ହେବ? ମୁଁ ଖାଲି ଅନୁମାନ କରୁଚି ସିନା…! ତା' ପରେ ଆଉ କିଛି କଥାବାର୍ତ୍ତା ହେଲା ନାହିଁ। ଚୁପ୍ ହୋଇ ବସି ଚନ୍ଦ୍ରଶେଖର ଭାବୁଥିଲେ ସୁଦର୍ଶନ କଥା, ସେହି ସ୍ନେହଶୀଳ ପିତା, ଅନୁଗତ ସ୍ୱାମୀ ଓ ସଦାନନ୍ଦବନ୍ଧୁ ସୁଦର୍ଶନର କଥା। ନିରୁପମା ଭାବୁଥିଲା–ନିହାରିକାର କଥା। କାନ୍ଦି କାନ୍ଦି ଯିଏ ଲୁହର ନଦୀ ହୋଇ ବହିଯାଇଥିଲା। ଆଃ! କି ପ୍ରକାଣ୍ଡ ବିଶ୍ୱାସରେ ସେ କହୁଥିଲା-ସେ କେତେ ସଚ୍ଚୋଟ… କେତେ ଭଲ… ମୋଠୁ ତାଙ୍କୁ ବେଶି କିଏ ଜାଣେ ତଥାପି…. ତଥାପି… ନଦୀ ନାମ ନିରଞ୍ଜନା କାର୍ତ୍ତିକ ଶୁକ୍ଳ ଦଶମୀ ଦିନ ପ୍ରତ୍ୟୁଷ ପାଞ୍ଚଘଣ୍ଟା ସତଚାଳିଶ ମିନିଟରେ ଶୁଦ୍ଧ ସ୍ନାନ ଯୋଗ ଥିବାରୁ ନିରଞ୍ଜନା ନଦୀ ତଟରେ ବିପୁଳ ଜନସମାଗମ ହୋଇଥିଲା। ପବିତ୍ର ନଦୀଜଳରେ ବୁଡ଼ ପକାଇବା ଅପେକ୍ଷା ଆଉ ଯେଉଁ ଆକର୍ଷଣ ସମଗ୍ର ଜନତାକୁ ବିହ୍ୱଳିତ କରି ରଖିଥିଲା ତାହା ହେଲା, ନଦୀ ବନ୍ଧର ବିରାଟ ଅଶ୍ୱତ୍ଥ ବୃକ୍ଷ ତଳେ ଏକ ମହାଯୋଗୀ ସନ୍ନ୍ୟାସୀଙ୍କର ଦର୍ଶନ ଲାଭ। ପ୍ରାୟ ଏକ ମାସରୁ କିଛି ଊର୍ଦ୍ଧ୍ଵ ହେବ ଉତ୍ତର ଆଡ଼ୁ ଜଣେ ମହାନ୍ ଜଟାଧାରୀ ସନ୍ନ୍ୟାସୀ ଆସି ଏହି ନଦୀ ତୀରରେ ଅବସ୍ଥାନ କରୁଥିଲେ। ଦେଖିବାକୁ ଦୀର୍ଘ ଦେହ, ଉଜ୍ଜ୍ୱଳ କାନ୍ତି, ଦେହରେ କଷାୟ ବସ୍ତ୍ର। ସାରାଦିନ ସାରା ରାତି ଧ୍ଵନି ଜାଳି ସେ ଅର୍ଦ୍ଧ। ନିମୀଳିତ ନେତ୍ରରେ ଧ୍ୟାନ ମଗ୍ନ ରହୁଥିଲେ। ଏଠାରେ ଅବସ୍ଥାନ କଲାଦିନୁ ତାଙ୍କୁ କେହି ଆହାର କରିବା ଓ ନିଦ୍ରାଯିବା ଦେଖିନାହିଁ। ସେ କାହା ସହ ବାକ୍ୟ ବ୍ୟୟ କରନ୍ତି ନାହିଁ, ଅଥଚ ପ୍ରତିଟି ପ୍ରଣିତ ବ୍ୟକ୍ତିଙ୍କୁ ସେ ହାତଟେକି ଆଶୀର୍ବାଦ କରନ୍ତି ଓ ବିଭୂତି ବିତରଣ କରନ୍ତି। ଦର୍ଶନକାଳରେ ଯେ କେହି ବ୍ୟକ୍ତି ଯାହାକି ଯାଗଜ୍ଞା କରିଥାନ୍ତି, ସେ ଏହି ମଧୁବାବାଙ୍କ ଦତ୍ତ ସେହି ପବିତ୍ର ବିଭୂତି ସେବନାନ୍ତେ ସେହି ମନସ୍କାମ ପୂର୍ଣ୍ଣ ହେବାର ଖବର ସହସ୍ର ତୁଣ୍ଡରେ ପ୍ରଚାରିତ ହୋଇଯାଇଚି। କେହି କେହି ଦୁରାରୋଗ୍ୟ କବଳରୁ ମୁକ୍ତ ହେବା କେହି ସଂପୂର୍ଣ୍ଣ ଆଶା ହରାଇଥିବା ବସ୍ତୁ ପ୍ରାପ୍ତ ହେବାର ଏହି ଅଲୌକିକ ଘଟଣା ଗ୍ରାମ ଗ୍ରାମାନ୍ତରେ ଚହଳ ସୃଷ୍ଟି କରିଛି; ଫଳରେ ଅଗଣିତ ସ୍ତ୍ରୀ ପୁରୁଷ ଧାଡ଼ି ବାନ୍ଧି ସାଧୁବାବାଙ୍କ ଦର୍ଶନାର୍ଥେ ଚାଲିଚନ୍ତି। ନିର୍ଜନ ନଦୀ ତୀରର ସେହି ପରିତ୍ୟକ୍ତ ଉପତ୍ୟକା, କେଉଁଠି ପଣସ ଓ ପୋଲାଙ୍ଗ ତୋଟାର ନିବିଡ଼ ଛାୟା ଚତୁର୍ଦ୍ଦିଗକୁ ଆଚ୍ଛାଦିତ କରିଥାଏ, ସେଠି ଆଜି ସୃଷ୍ଟି ହୋଇଚି କୋଳାହଳ। ବୁଡ଼ ଉପଲକ୍ଷେ ବସି ଯାଇଚି କେତେଟା ଉଠା ଚା' ଦୋକାନ। ପାନ ଫଳ ଦୋକାନ। ନବମୀ ଦିନରୁ ଆରମ୍ଭ ହୋଇଚି ଲୋକ ଗହଳି। ନାଲି ଗୋଡ଼ି ବିଛା କଙ୍କରିତ ରାସ୍ତାରେ ଧୂଳି ଉଡ଼ାଇ ଚାଲିଗଲାଣି କେତେକ ରିକ୍ସା ଓ କେଇଟା ପ୍ରାଇଭେଟ ବସ୍। ଅପରାହ୍ନର ନାରଙ୍ଗୀ ଖରାରେ ପହଁରିଲାପରି, ଦୋଳାୟିତ ଗତିରେ ଶେଷ ବସ୍ଟି ଆଗେଇ ଚାଲିଥିଲା।